'ମହାଶୂନ୍ୟ ଭିତରେ ଯଦି କୌଣସି ବିପଦ ପହଞ୍ଚେ, ତେବେ ଆଲେସ୍କିଙ୍କୁ ରକ୍ଷା କରିବାକୁ ସେଠି ତ କେହି ନଥିବେ'-ଏହିଭଳି ନାନାଚିନ୍ତାରେ ମେରିନାର ମନ ଆନ୍ଦୋଳିତ ହେଉଥାଏ। ମନ ଭିତର ଭାବନାର ସ୍ରୋତ ବାଧାବିଘ୍ନ ନ ମାନି ବହିଚାଲିଥାଏ, ଠିକ୍ ପ୍ରବଳ ବନ୍ୟାର ଜଳସ୍ରୋତ କୂଳ ଲଘିଂ ଚାଲିଲା ଭଳି। ସମ୍ମୁଖସ୍ଥ ସୁବିସ୍ତୃତ ବିମାନଘାଟୀକୁ ପଡ଼ିଥିବା ରାସ୍ତା ଆଡ଼କୁ ତା'ର ଦୃଷ୍ଟି ନଥାଏ। କେବଳ ଏକ ଅଭ୍ୟାସଜନିତ କାଇଦାରେ ହାତ ପଡ଼ିଥାଏ ଷ୍ଟିଅରିଂ ଉପରେ। ଗାଡ଼ି ଛୁଟି ଚାଲିଥାଏ ବାଧାବିଘ୍ନ ନମାନି ଠିକ୍ ମନ ଭିତରର ଭାବନା ଭଳି। ମଟର ଯାଇ କେତେବେଳୁ ବିମାନଘାଟୀ ଫାଟକଠାରେ ଠିଆହେଲାଣି ଓ ମେରିନା ଅନ୍ୟମନସ୍କ ଭାବରେ କେତେବେଳୁ ଇଞ୍ଜିନ୍ ବନ୍ଦ କରିସାରିଲେଣି, ସେଆଡ଼କୁ ତାର ଖିଆଲ ନାହିଁ। ଜନୈକ ପୋଲିସ ଅଫିସର ଆସି ମେରିନାକୁ ଯେତେବେଳେ ଅନୁରୋଧ କଲେ ଗାଡ଼ିଟାକୁ ଷ୍ଟାଣ୍ଡଠାକୁ ପଠାଇଦେଇ ରାସ୍ତା ଛାଡ଼ିଦେବାପାଇଁ, ସେତେବଳକୁ ମେରିନାର ଖିଆଲ-ପଶିଲା ଯେ, ସେ ବିମାନଘାଟୀ ସମ୍ମୁଖରେ ଆସି ପହଞ୍ଚିଗଲାଣି। ପୋଲିସ ଅଫିସରଙ୍କ ଅନୁରୋଧରେ ବଡ଼ ଲଜ୍ଜିତ ହୋଇ ସେ କାର୍ଟାକୁ ଷ୍ଟାଣ୍ଡଆଡ଼କୁ ଘେନିଗଲା। ଗାଡ଼ିକୁ ଷ୍ଟାଣ୍ଡରେ ରଖି ସେ ବଡ଼ ତରତର ହୋଇ ଦୌଡ଼ିଲା ଉଡ଼ାଜାହାଜଘାଟୀ ଭିତରକୁ। ଗେଟ୍ ପାଖରୁ ଯେତେବେଳ ବୁଝିଲା ଯେ ଲାଢ଼ାକିସ୍ଥାନ ଅଭିମୁଖେ ଛାଡ଼ିବା ଜାହାଜ ଘାଟୀ ଛାଡ଼ିବାକୁ ଆଉ ପନ୍ଦରମିନିଟ୍ ବାକି, ଜାହାଜଟି ଚାରି ନମ୍ୱରରେ ଠିଆହୋଇଛି, ସେ ଆଖିପିଛୁଳାକେ ଦୌଡ଼ିଲା ସେ ବିମାନଆଡ଼େ। ବିମାନ ପାଖରେ ଦେଖିଲା ଆଲେସ୍କିଙ୍କର ବୃଦ୍ଧ ପିତାମାତା ଓ ତାହାଙ୍କ ଅନ୍ୟାନ୍ୟ ବନ୍ଧୁବାନ୍ଧବମାନେ ତାଙ୍କୁ ଘେରି ଠିଆ ହୋଇଛନ୍ତି। ବିଷାଦର ଏକ ଗାଢ଼ଛାୟା ସମସ୍ତଙ୍କ ମୁଖମଣ୍ଡଳକୁ ମଳିନ କରି ଘୋଡ଼ାଇ ପକାଇଛି; ଠିକ୍ ଯେପରି ପୃଥିବୀର ଛାୟା ପୂର୍ଣ୍ଣଚନ୍ଦ୍ରକୁ ଗ୍ରହଣ ସମୟରେ ଘୋଡ଼ାଇ ପକାଇଥାଏ, ଅଦୂରରୁ 'ଆଲେସ୍କି' ''ଆଲେସ୍କି'' ଡାକି ମେରିନା ଆଲେସ୍କିଙ୍କ ନିକଟକୁ ଦୌଡ଼ିଗଲା। ବିଷାଦର କି ଏକ ମର୍ମନ୍ତୁଦ ମୁହୂର୍ତ୍ତ! ସମସ୍ତଙ୍କ ମନରେ ଏକ ଦାରୁଣ କୋହ ଉଠୁଥାଏ। ଦୁଃଖରେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ, ଆଖିରେ ଲୁହ ଢଳଢଳ ହୋଇ ପଡ଼ୁଥାଏ। ସେହି କରୁଣ ଦୃଶ୍ୟ ଦେଖିଲେ ମନେ ହେବ, ସତେ ଯେପରି ସେମାନେ ଆସିଛନ୍ତି ଆଲେସ୍କିଙ୍କୁ ବିଦାୟ ଦେବା ପାଇଁ ଲାଢ଼ାକିସ୍ଥାନ ଅଭିମୁଖେ ନୁହେଁ; ମହାଶୂନ୍ୟ ଅଭିମୁଖେ। ମେରିନା ଯାଇ ଠିଆହେଲା ଆଲେସ୍କିଙ୍କ ବୃଦ୍ଧା ମାତାଙ୍କ ନିକଟରେ। ନିଜ ମନ ଭିତରର ଅତ୍ୟଧିକ ଦୁଃଖକୁ କୌଶଳ ସହକାରେ ଚପାଇ ତାଙ୍କୁ ସାନ୍ତ୍ୱନା ଦେଇ ସେ କହିଲା, ''ତୁମେ ଏତେ ବ୍ୟସ୍ତ ହୁଅନି ମାଉସୀ, ଆଲେସ୍କି ଅଳ୍ପ କେଇ ଦିନ ଭିତରେ ଫେରିଆସିବେ ଯେ। '' ମେରିନାର ଏହି ପ୍ରବୋଧନାରେ ବୃଦ୍ଧା ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦିପକାଇଲେ। ତାଙ୍କର ଯେଉଁ ଜମାଟ୍ବନ୍ଧା କୋହ ଥିଲା, ତାହା ଏଇ ପଦକ କଥାରେ ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ବରଫ ତରଳିଲା ଭଳି ତରଳିଗଲା। ସେ ମେରିନାକୁ କୁଣ୍ଢାଇ ପକାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ-''ସତେ କ'ଣ ଆଲେସ୍କି ଆଉ ଫେରିବ? ପୁଅ କ'ଣ ସତେ ଫେରି ମୋତେ ମା' ବୋଲି ଡାକିବ? '' ବେଳକୁ ବେଳ ତାଙ୍କ କୋହ ଏତେ ଅଧିକ ଜୋର୍ରେ ଉଠିଲା ଯେ, ତାଙ୍କୁ ସାନ୍ତ୍ୱନା ଦେବା ମେରିନା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ବିଦାୟକାଳୀନ ଦୁଃଖରେ ଆଲେସ୍କିଙ୍କର ବାକ୍ରୋଧ ହୋଇଯାଇଥାଏ। ବନ୍ଧୁ, ସହୋଦରମାନଙ୍କଠାରୁ ବିଦାୟ ନେବା କେଡ଼େ ଦୁଃଖଦାୟକ; କେଡ଼େ ମର୍ମନ୍ତୁଦ ସେ ଏଥର ଉପଲବ୍ଧି କଲେ। ଆଖି ତାଙ୍କର ଶୋକରେ ଛଳଛଳ ହୋଇଆସିଲା। ପିତାମାତାଙ୍କୁ କେଉଁ ଭାଷାରେ ପ୍ରବୋଧ ଦେବେ,